ଆଉ କ'ଣ ଭଗବାନ ମିଶ୍ର ହୋଇ ଅଛନ୍ତି। ଆଉ କିଏ ଚୌଧୁରୀ କହୁ ନ କହୁ ନିଜେ ହାକିମ ତ କହିଛନ୍ତି। ତମ ଆମ କୁହା ନକୁହାକୁ କିଏ ପଚାରେ ହଁ ମନେ ରହିଲାଟି ଚୌଧୁରୀ ଶ୍ରୀ ଭଗବାନଚନ୍ଦ୍ର ମିଶ୍ର ସାଖିନ। ''ହଁ, ହଁ, ମନେ ରହିଲା'' କହି, ମର୍ଦ୍ଦରାଜ ପୁଣି ଟିକିଏ ମଦନ ପଟ୍ଟନାୟକଙ୍କ ମୁହଁକୁ ଚାହିଁଲେ। ଭାଗୁ ମହାନ୍ତି ଟିକିଏ ଚିଡ଼ିଯାଇ କହିଲେ ଯାଃ ଯାଃ ଭାଗିରଥି ପଟ୍ଟନାୟକ ଯେମିତି କହୁଛି ସେମିତି କର–ଭେଲକା ମାରି ଅନେଇ ରହିଲେ। ଆହୋ ଭାଗିରଥି ପଟ୍ଟନାୟକ କିଏ ଆଉ ମଦନ ପଟ୍ଟନାୟକ କିଏ? ଦାଦି ପୁତୁରା ଏକା ରକ୍ତ ତ। '' ମଦନ ପଟ୍ଟନାୟକ ନୀରବରେ ସମ୍ମତି ଜଣାଇଲେ। ଭାଗୁ ମହାନ୍ତି ଗର୍ଜନଟାଏ ଛାଡ଼ି ବୀରତ୍ୱ ଦେଖେଇ ଦେଲେ ''ହେଁ ବଡ଼ଘର ପିଲା ବଡ଼ର ମର୍ଯ୍ୟାଦା ଜାଣନ୍ତି ମଦନ ପଟ୍ଟନାୟକ, ଭଗବାନ ମିଶ୍ରର ମର୍ଯ୍ୟାଦା କ'ଣ ବୁଝେ। ଏଗୁଡ଼ାକ ଏଙ୍କ ବାପ ଅଜାଙ୍କ ଅମଳରେ ଜାଣିଥିଲେନା କେବେ ଜାଣିବେ ମରିକି ସାତଥର ଜନମ ହେଲେବି ନୁହେଁ। '' ଭାଗୁ ମହାନ୍ତି ଜମିଦାର ଘରୁ ପାଉତି କାଟି ନେଇ ଗଲେ। ଖାତା ପତ୍ର ସିହା ଖତିଆନରେ ନାମ ବଦଳା ଯାଇ ଉପାଧି ଦରଜ ହେଇଗଲା। ମଦନ ପଟ୍ଟନାୟକ ତମସୁକ ଫେରି ପାଇଲେ। ଭାଗୁ ମହାନ୍ତି ମଝିରେ ମଧ୍ୟସ୍ଥ ହୋଇ କିଛି ଫାଉବି ମାରିନେଲେ। ଏବଂ ସବୁଠାରୁ ବଡ଼ କଥା ହେଲା ବାହ୍ମୁଣ ମହାଜନ, ସକାଳୁ ଉଠି ଯାହା ନାମ ଧରିଲେ ଦଶ ଥର ରାଧାଶ୍ୟାମ ନରେନ୍ଦ୍ର କହିବାକୁ ପଡ଼େ। ସେଇ ଭଗବାନ ମିଶ୍ରେ ଚୌଧୁରୀ ଶ୍ରୀ ଭଗବାନ ମିଶ୍ରରେ ପରିଣତ ହୋଇଗଲେ। କାଳୀପୂଜା ଦିନ ଭାଗୁ ମହାନ୍ତି ମିଶ୍ରଙ୍କ ଘରୁ ଗାଁକୁ ଫେରିଛନ୍ତି। ରାତି ଦୁଇ ତିନି ଘଡ଼ିଯାଏଁ ହବ। ବାଟରେ ପଡ଼ିବ ଶୁକୁରା ଘର। ''କିରେ ଶୁକୁରା'' ବୋଲି ହାଙ୍କଟାଏ ମାରି ଦେଇ ଭାଗୁ ମହାନ୍ତି ନ ରହିଲା ପରି ପଳେଇ ଯାଉଥିଲେ। ଶୁକ ଦଉଡ଼ି ଆସିଲା ଘରୁ। ମୁହଁରୁ ଗୁଣ୍ଡା ସରି ନାହିଁ। ''ହଁ ସାଆନ୍ତେ! '' ଭାଗୁ ମହାନ୍ତି ଫେରିପଡ଼ି ଚାହିଁଲେ''କିରେ କ'ଣ କରୁଥିଲୁ କି? '' ''ଖାଉଥିଲି ସାଆନ୍ତେ। '' ଶୁକୁରା ଜବାବ ଦେଲା। ''ଘରେ ଆଉ କିଏ କିରେ? '' ''ନାଇଁ ହଜୁର ଆଉ କିଏ? ବାଇୟା ମା ତ ଏକୁଟିଆ ବଇଚି। '' ''ଉଁ ହୁଁ। ସତ କହୁଛୁ? ଆଉ କାହା ପାଟି ମୋତେ ଶୁଭିଲା ପରି ଲାଗିଲା। ''ନାଇଁ ସାଆନ୍ତେ। ଆସୁ ନାହାନ୍ତି ଦେଖିଯିବେ। '' ''ଆରେ ଦେଖିବି ଗୋଟାଏ କ'ଣ ମ? ତୁ ତ ନାହିଁ କରୁଛୁ ସେଇ ହେଲାନି? କଥା କ'ଣ କି ତୋରି କଥା ତୋର ଭଲ ପେଇଁ କହୁଛି କାଳେ କିଏ ଶୁଣି ନେବ। ଏଇଥିପାଇଁ କହୁଥିଲି। ହଁ କ'ଣ କହୁଥିଲିକି ଭଲା କଥା ମନେ ପଡ଼ିଗଲା ତୁ ସେ ଟଙ୍କା ପଚାଶଟା ଆଉ ଶୁଝିଲୁ ନାହିଁ-। ସୁଧ ଅସଲକି ଶହେରୁ ବଳି ଗଲାଣି। ସୁନିଆ ଦିନ ରୋକଡ଼ରେ ତୋ ନାଆଁ ଉଠିଗଲା। ଚୌଧୁରୀ କହିଲେ 'ଦିଅ ନାଲିଶ କରିଦିଅ! ' ମୁଁ କଥାଟାକୁ ଚପେଇ ରଖିଛି। ଏମିତି ଆଉ କେତେଦିନ ଚପେଇବି? ତୁ ଏବେ ଏଣିକି ଗୋଟେ ବାଟ କର କିଛି, ଟଙ୍କା ଶୁଝିବାକୁ। ମୁଁ ତୋତେ ବୋରା ବୋରି ଘରେ ଖୋଜି ଯାଉଚି। ତୋରତ ଦେଖା ନ ମିଳିଲେ ଗଲା। ଆରେ, ଘରେ ବହୂ ଭୁଆସୁଣୀକି ଏକଲା ଛାଡ଼ି ଦେଇ ରାତିଅଧଯାକେ କେଉଁଠି ବୁଲୁଥାଉ? ଆଜିକାଲିକା ଯୁଗଟା ଭଲ ନୁହେଁରେ ଶୁକ। ହେଜିଥିବୁଟି! ହଁ, କ'ଣ କହୁଥିଲି? ସେଇ ଟଙ୍କା କଥା। ବଳଦ ତ କିଣିଲୁ। ଚାଷ ବସ୍ତ କଲୁ। ବର୍ଷେ ଗଲା, ଦି' ବର୍ଷ ଗଲା ତିନିବର୍ଷ ଯାଇ ଚାରିବର୍ଷକୁ ମୁଣ୍ଡ ଟେକିଲାଣି। ତମାଦି ହେଲାଣି କି ହେବା ଉପରେ। ଏବେ ଭଲା ଦବାନବାର ନାଁ ଧରନ୍ତୁ ହେଲେ। ଜମି ଯାହି ଗୁଣ୍ଠେ ମାଣେ ଅଛି ସେ ବି ଶେଷକୁ ନିଲାମ ହେଇ ଯିବ। ଇଏ କୋଉଁ ବୁଦ୍ଧିର କଥା! ହଇରେ! '' ''ନାଇଁ ସାଆନ୍ତେ, ଏଇଥର ଧାନ ଅମଳ କରି ଯାହା ବିକ୍ରିହବ ନିଜେ ଯାଇ ଦେଇ ଆସିବି କହିବାକୁ ପଡ଼ିବ ନାହିଁ ନ ହେଇଚି ତ ମୋ ନାଆଁ ଶୁକ ନୁହେଁ। '' ହଁ, ହଁ ବେ ଶଳା, ଦେଖି ନାହିଁ ମୋତେ ଦେଖଉଚୁ। ଦାତା ପୁରୁଷ ଦଉ ଦଉ ଗଲା ବାରବରଷ। ଆବେ ଧାନ କେତେ? କେତେ ଧାନ ଅମଳ କରିବୁ? କେତେ ଖାଇବୁ? କେତେକର ଲୁଣ ତେଲ କରିବୁ?